ପୃଥିବୀ ଚାରିପାଖରେ ଘୂରୁ ଘୂରୁ ଯେଉଁ କେତେକ ସମୟ ପାଇଁ ଏହା ପୃଥିବୀର ଛାୟା ଭିତରେ ରହଯାଏ, ସେତିକି ସମୟ ସେଠାରେ ହୁଏ ରାତି। ତା'ରି ଭିତରେ ବେଳେବେଳେ ସେଠାରେ ଚନ୍ଦ୍ରକିରଣ ଦେଖାଗଲେ ମଧ୍ୟ ତାହାର ସେହି ସୌନ୍ଦର୍ଯ୍ୟ ମହାଶୂନ୍ୟରେ ଉପଲବ୍ଧି କରି ହୁଏ ନାହିଁ। ପୁନଶ୍ଚ ଉପଗ୍ରହର ବହୁବିଧ ଆଲୋକମାଳା ଭିତରେ ଜ୍ୟୋସ୍ନାର ସେହି କ୍ଷୀଣ ସୌନ୍ଦର୍ଯ୍ୟକୁ ଉପଲବ୍ଧି କରିବ ବା କିଏ? ଝରକା ପାଖରେ ଠିଆହୋଇ ମେରିନା ଏହିଭଳି କେତେ କ'ଣ ଭାବିଯାଉଥିଲା। ହଠାତ୍ ଗବେଷଣାଗାର ଭିତରେ ପଶିଆସିଲା ଲେନା। ମୁଖରେ ତାର ଦୀପ୍ତିଭରା ହସ, ଆଖିରେ ତାର ସରଳ ମଧୁର ଚାହାଣି। ମେରିନାକୁ ଦେଖି ଲେନା କହିଲା, ''ଆଜି କେତେ ତାରିଖ ମନେ ଅଛି ମେରିନା? '' ଲେନାର ପ୍ରଶ୍ନରେ ମେରିନା ହଠାତ୍ ଚମକି ଉଠିଲା। ଝରକା ଆଡ଼ୁ ମୁହଁ ବୁଲାଇ ଆଣି ତା'କୁ ବଲବଲ କରି ଅନାଇ ରହିଲା, ''ଆଜି ତାରିଖଟି କ'ଣ ଭୁଲିଗଲଣି ମେରିନା? ''ମେରିନା କିଛି ବୁଝି ନପାରି ପଚାରିଲା, ''କାହିଁକି? '' ଅଦୂରସ୍ଥ କାନ୍ଥଘଣ୍ଟାରେ ସଙ୍ଗୀତର ଏକ ଅପୂର୍ବ ମୂର୍ଚ୍ଛନା ଭିତରେ ହଠାତ୍ ଶୁଣାଗଲା-''ସେପ୍ଟେମ୍ୱର ମାସ ସାତ ତାରିଖ। '' କାନ୍ଥଘଣ୍ଟା ଲେନା ପ୍ରଶ୍ନର ଉତ୍ତର ଏପରି ଭାବରେ ଦେଇଦେବା ଦେଖି ମେରିନା ହସି ଉଠିଲା। ''ମୁଁ ଆଉ କ'ଣ ଉତ୍ତର ଦେବୀ ଭଉଣୀ? ତୁମ ପ୍ରଶ୍ନର ଉତ୍ତର ସେହି ନିର୍ଜୀବ ବନ୍ଧୁଟି ଦେଇସାରିଛି। ' ଏହା କହି ମେରିନା ଆହୁରି ଜୋର୍ରେ ହସି ଉଠିଲା। ଲେନା କାନ୍ଥଘଣ୍ଟାର ଏଭଳି କାର୍ଯ୍ୟ ଦେଖି ଘଣ୍ଟା ଆଡ଼କୁ ଏକ ତୀବ୍ର କଟାକ୍ଷପାତ କରୁ କରୁ ମେରିନା ଆଡ଼କୁ ଆଖି ଫେରାଇ ନହସି ରହିପାରିଲା ନାହିଁ। ''ହେଉ, ଆଜି ଦିନଟିର ବିଶେଷତ୍ୱ କ'ଣ ମନେ ଅଛି ତୁମର? '' ''ଆଜି ଦିନଟିର? କାହିଁ, ନାଇଁ ତ-ମୋର କିଛି ମନେ ନାହିଁ। '' ''କାହିଁକି, ସେଦିନ ପରା ମୁଁ ତୁମକୁ କହିଥିଲି, ଆଜି ଦିନଟିର ବିଶେଷତ୍ୱ। ଇତିମଧ୍ୟରେ କ'ଣ ସେ ସବୁ ପାସୋରି ଦେଲଣି? '' କିଛି ସମୟ ଚିନ୍ତା କରି ମେରିନା ପୁଣି ନିଜର ଅକ୍ଷମତା ପ୍ରକାଶ କଲା। ''ତମର ବଡ଼ ଭୁଲା ମନ ମେରିନା! '' ଏତକ କହି ଲେନା ମେରିନାର ଆରକ୍ତ କପୋଳ ଉପରେ ସ୍ନେହର ଏକ ମୃଦୁ ଚାପୁଡ଼ା ଲଗାଇ ଦେଇ କହିଲା, ''ଏପରି ହେଲେ ତୁମେ ତୁମ ଜୀବନର ସାଥୀଙ୍କୁ ମଧ୍ୟ ଭୁଲିଯାଇ ପାରିବ ସଙ୍ଗିନି! ଦିନେ ଯେ ତୁମେ ଏ ଉପଗ୍ରହକୁ ଭୁଲିଯାଇ ପୃଥିବୀରେ ଅଛ ବୋଲି ମନେ କରି କେତେ କଣ କରିପକାଇବ, ଏଥିରେ ମୋର ସନ୍ଦେହ ହୁଏ। '' ମେରିନା ଲେନାର ମୁହଁକୁ ସେହିଭଳି ବଲବଲ କରି ଅନାଇ ରହିଥାଏ। ଲେନା ପୁଣି ଆରମ୍ଭ କଲା-'ଗତ ଅର୍ଦ୍ଧ-ଶତାବ୍ଦୀ ଭିତରେ ଆଜି ଦିନଟି ଆମ ପକ୍ଷରେ ସବୁଠାରୁ ବଡ଼ ଦିନ। ଆଜି। ପରା ବୈଜ୍ଞାନିକମାନଙ୍କର ଚିରଈପ୍ସିତ ମଙ୍ଗଳଗ୍ରହ ପୃଥିବୀର ନିକଟତମ ହେଉଛି? ଆଜି ସନ୍ଧ୍ୟା ନ'ଟା ବେଳେ ଏହା ପୃଥିବୀର ସବୁଠାରୁ ନିକଟତମ ହେବ ବୋଲି ସାରା ପୃଥିବୀରେ ଚହଳ ପଡ଼ିଯାଇଛି। ଆମ ରାଷ୍ଟ୍ରଠାରୁ ଆରମ୍ଭ କରି ଆମେରିକା, ଇଂଲଣ୍ଡ, ଫ୍ରାନ୍ସ, ଭାରତ ପ୍ରଭୃତି ପୃଥିବୀର ବଡ଼ ବଡ଼ ରାଷ୍ଟ୍ରର ଜ୍ୟୋତିର୍ବିଜ୍ଞାନବିତ୍ମାନେ ରାତି ଉଜାଗର ହୋଇ ଏହି ରକ୍ତିମ ଗ୍ରହଟିକୁ ପର୍ଯ୍ୟବେକ୍ଷଣ କରିବା ପାଇଁ ଅପେକ୍ଷା କରି ବସି ରହିଥିବେ। ଆମ ରାଷ୍ଟ୍ରର ଇଭ୍, କିମେଜ୍ ଓ ଲେନିନ୍ ମାନମନ୍ଦିର ପ୍ରଭୃତିରେ ଯେଉଁ ଉତ୍କଣ୍ଠା ପ୍ରକାଶ ପାଇଥିବ, ତାହା ଆମେ ଧାରଣା କରିପାରିବା